ଠିକ୍ ସେତିକିବେଳେ ଶିଶୁଟିଏ ପ୍ରସବ କରି ସିଂହୀଟି ମରିଗଲା। ଏଣେ ସିଂହଶିଶୁଟି ମେଣ୍ଢାପଲରେ ରହି ମେଣ୍ଢା ଭଳି ଭେ ଭେ କଲା ଏବଂ ଘାସ ଖାଇବାକୁ ଲାଗିଲା। ଦିନେ ଗୋଟିଏ ସିଂହ ଆସି ମେଣ୍ଢାପଲ ଉପରେ ଆକ୍ରମଣ କଲା ଏବଂ ଦେଖିଲା ଯେ ଗୋଟିଏ ସିଂହ ମେଣ୍ଢାପଲ ସଙ୍ଗରେ ଥାଇ ଡରି ପଳାଉଛି। ସିଂହଟି ଏହା ଦେଖି ଜୋରରେ ଯାଇ ମେଣ୍ଢାପଲରେ ଥିବା ସିଂହଟିକୁ ଧରି ଗୋଟିଏ ନଦୀକୂଳକୁ ଆସି କହିଲା- ''ଦେଖ, ତୁ ଯାହା, ମୁଁ ମଧ୍ୟ ସେଇଆ। ତୁ ମୋ ଭଳି ସିଂହ, ମେଣ୍ଢାଭଳି ଭେ ଭେ କରୁଛୁ କାହିଁକି? ଗର୍ଜନ କର। '' କିନ୍ତୁ ମେଣ୍ଢା ସାଙ୍ଗରେ ମିଶି ସିଂହଟା ନିଜ ପ୍ରକୃତି ଭୁଲି ଯାଇଥାଏ। ତା ଦେଖି ବଡ଼ ସିଂହ ତା' ପାଟିରେ ଖଣ୍ଡେ ମାଂସ ଗୁଞ୍ଜିଦେଇ କହିଲା, ''ଖା''। ଏଥର ସେ ଛୋଟ ସିଂହ ନିର୍ମଳ ଜଳର ଛାଇକୁ ଅନାଇ କହିଲା-''ସତକଥା ତ! ସେ ଯାହା, ମୁଁ ବି ତ ସେଇଆ। '' ତାର ଭ୍ରମ ଭାଙ୍ଗିଯିବରୁ ସେ ନିଜକୁ ମନେ କଲା ସିଂହ। ମନରେ ତାର ଆସିଲା ଆତ୍ମବିଶ୍ୱାସ। ସେ ବଣକୁ ଫେରିଗଲା। ପ୍ରତ୍ୟେକ ଲୋକ ଭିତରେ ସେଇ ଆତ୍ମବିଶ୍ୱାସ ବିଦ୍ୟମାନ ଅଛି। ତା'ର ବିକାଶ କରିବାକୁ ହେବ। ସ୍ୱାମୀ ବିବେକାନନ୍ଦ କହିଛନ୍ତି-ମୁଁ ଚାହେଁ ଏପରି ଲୋକ ଯାହାର ଶରୀରର ପେଶୀ-ସମୂହ ଲୌହପରି ଦୃଢ଼ ଓ ସ୍ନାୟୁ ଇସ୍ପାତ ନିର୍ମିତ ହେବ ଏବଂ ସେମାନଙ୍କର ଶରୀର ଭିତରେ ଏପରି ଏକ ମନ ଥିବ ଯାହା ବଜ୍ରର ଉପାଦାନରେ ଗଠିତ। 'ଭିକାରିଠାରୁ ଦାନ ନେବି! ' ଜଣେ ରାଜା ଏକ ପ୍ରସିଦ୍ଧ ଋଷିଙ୍କ ପାଖକୁ ଗଲେ। ସେ ଋଷି ରାଜାଙ୍କୁ ନାନା ଉପଦେଶ ଦେଲେ। ଋଷି କହିଲେ-ଏ ଜଗତରେ କୌଣସି କୌଣସି ବସ୍ତୁରେ। ବିଶେଷ ମହତ୍ତ୍ୱ ବା ଅସାଧାରଣ ସୌନ୍ଦର୍ଯ୍ୟ ଦେଖି ଆମେ ଖବ୍ ଆକୃଷ୍ଟ, ମୋହିତ ଏବଂ ଆନନ୍ଦିତ ହେଉଁ। ପର୍ବତ, ସାଗର, ବିସ୍ତୃତ ପ୍ରାନ୍ତର ଅଥବା ସୁନ୍ଦର ମଣିଷ ଇତ୍ୟାଦି ବସ୍ତୁରେ ଭଗବାନଙ୍କର କିଞ୍ଚିତ ଅଭିବ୍ୟକ୍ତି ରହିଛି ଜାଣି, ଏସବୁ ବସ୍ତୁରେ ତାହାଙ୍କର ଉପାସନା କଲେ ଧୀରେ ଧୀରେ ଏହି ଜଗତର ଅନ୍ତନିର୍ହିତ ଏକତ୍ୱ ସମ୍ବନ୍ଧରେ ଧାରଣା ହୋଇଥାଏ। ଋଷିଙ୍କ କଥାରେ ରାଜା ଖୁସି ହୋଇ ତାଙ୍କୁ କିଛି ଦାନ ନେବାକୁ ବାଧ୍ୟ କଲେ ଏବଂ ରାଜଧାନୀକୁ ନେଇ ଆସିଲେ। ସେ ଋଷିଙ୍କୁ ପାଖ ଘରେ ବସାଇ ଦେଇ ଠାକୁରସେବା କରିବାକୁ ଗଲେ। ମାତ୍ର ପୂଜା କରି ଆସି ଦେଖନ୍ତି ସେ ଋଷି ନଗର ଛାଡ଼ି ଚାଲି ଯାଉଛନ୍ତି। ରାଜା ତାଙ୍କ ପାଖକୁ ଯାଇ ଚାଲିଆସିବାର କାରଣ ପଚାରନ୍ତେ ସେ କହିଲେ-''ମୁଁ ଗୋଟିଏ ଭିକାରୀଠାରୁ କ'ଣ ଦାନ ନେବି? ତମେ ପୂଜାବେଳେ ଠାକୁରଙ୍କୁ ଧନ, ଜନ, ଗୋପଲକ୍ଷ୍ମୀ ମାଗିଲ। ଯେଉଁ ବ୍ୟକ୍ତି ଈଶ୍ୱରଙ୍କଠାରେ ଏହା ମାଗନ୍ତି ସେମାନେ ଦୁର୍ବଳ ଓ ହୀନ ବ୍ୟକ୍ତି। ସେପରି ବ୍ୟକ୍ତିଙ୍କଠାରୁ ମୁଁ ଦାନ ଚାହେଁନା। '' ଋଷି ଏହା କହି ଚାଲିଗଲେ। ଈଶ୍ୱରଙ୍କଠାରେ ବିଶ୍ୱାସ, ଭକ୍ତି ମାଗିବାକୁ ହୁଏ। ତାଙ୍କଠାରେ ଧନ, ଜନ ମାଗିବା ଦୁର୍ବଳତା। ଜ୍ଞାନର ପ୍ରତିବନ୍ଧକ ଅଜ୍ଞାନ ସତ୍ୟ ବସ୍ତୁକୁ ଆମେ ସତ୍ୟ ବସ୍ତୁରୂପେ ନ ଦେଖି ଭ୍ରମରେ ଅନ୍ୟ ଭଳି ଦେଖୁଥାଇଁ। ଅଜ୍ଞାନତାବଶତଃ ଆମେ ଏପରି ଭ୍ରମ ବିଚାର କରୁ। ଯୁକ୍ତି କରୁ, ମିଛରେ ବାଜେ ତର୍କ କରୁ। ଶତ୍ରୁ ସୃଷ୍ଟି କରୁ। 'ଯାହାର ଯେମନ୍ତ ସ୍ୱଭାବ', ସେ ଜିନିଷଟାକୁ ସେହିଭଳି ଦେଖେ; କିନ୍ତୁ ବସ୍ତୁର ଅସଲ ରୂପଟିକୁ